ଏଇ ସ୍ୱାମୀ ନବବୟସୀ ରୂପସୀ ସ୍ତ୍ରୀର ହାତରୁ ମଳି ଚମଟିକେ ଉଠି ଯାଇଥିଲେ, ହୁଏତ ଦିନେ ଦୌଡ଼ିଥାନ୍ତେ ଡାକ୍ତରଙ୍କ ସହିତ ପରାମର୍ଶ ପାଇଁ। ଆଜି ସେ ଶୋଇଛନ୍ତି ଶ୍ରାନ୍ତ, କ୍ଳାନ୍ତ ହୋଇ ନିର୍ବିକାର ଚିତ୍ତରେ। ନା ନା, ପରୀକ୍ଷା କରି ସଂଜ୍ଞା ଫେରାଇବାକୁ ଚେଷ୍ଟା କରୁଛନ୍ତି ଡାକ୍ତର ବନ୍ଧୁଗଣ।ଆଉ ଅପେକ୍ଷା ନ କରି ଶିଶୁଟିକୁ ନିଜ କୋଳକୁ ଉଠାଇ ନେଇ ଆଗକୁ ଚାଲିଲା ଚନ୍ଦ୍ରାବତୀ। ବକ୍ଷଭରି ଦୁଗ୍ଧପାନ କରାଇବାକୁ ଇଚ୍ଛା ହେଉଥିଲା ତା'ର। କିନ୍ତୁ ଶୁଷ୍କ ଟାଙ୍ଗରା ପାହାଡ଼ରୁ ଜଳ ଆଶା କରିବା କ'ଣ କଦାପି ସମ୍ଭବ?ଟିକେ ବାଟ ଆଗେଇ ପୁଣି ଅଟକିଲା ଚନ୍ଦ୍ରାବତୀ। ଅଶୀ ବର୍ଷର ବୃଦ୍ଧଟିଏ। ହୁଏତ ସ୍ୱର୍ଗ ରାଜ୍ୟରୁ ଯମରାଜଙ୍କର ଡାକରା ଆସି ସାରିଛି। ଆଉ ବଞ୍ଚିବାରେ ନୂତନତା ନାହିଁ ବଞ୍ଚିବାରେ ମୋହ ନାହିଁ। କେବଳ ସେ ଚାହୁଁଛି ନିରାପଦରେ ସଂସାରରୁ ବିଦାୟ ନେବା ପାଇଁ। ଏମିତି ବେଳେ ଅଚାନକ ଏକ୍ସିଡେଣ୍ଟରେ କଟିଯାଇଛି ଡାହାଣ ଗୋଡ଼ଟି। ବୃଦ୍ଧ, ଜରାଜୀର୍ଣ୍ଣ ଶରୀର ଦେହରୁ ମଧ୍ୟ ଅନବରତ ଛୁଟିବାରେ ଲାଗିଛି ରକ୍ତ।ଭିଟାମିନ ବି କମ୍ପ୍ଲେକ୍ସଠାରୁ ଗ୍ଲୁକୋଜ ପର୍ଯ୍ୟନ୍ତ ଇଞ୍ଜେକ୍ସନ, ଟାବ୍ଲେଟ ଖାଇ ଯେଉଁ ମଣିଷ ବିନ୍ଦୁଏ ରକ୍ତ ବଢ଼ାଇବାକୁ ଚେଷ୍ଟା କରୁଛି, ସେ ମଣିଷ ଦେହରେ ଯେ ଏତେ ରକ୍ତ ଗୋପନ ରହିଛି ଏ କଥା ବିଶ୍ୱାସ କରିପାରୁନି ଚନ୍ଦ୍ରାବତୀ।ଜୀବନର ମୋହହୀନ ବୃଦ୍ଧ ପ୍ରତି କିନ୍ତୁ ଡାକ୍ତରଙ୍କ ପ୍ରଚେଷ୍ଟା କମ୍ ନାହିଁ। ତାଙ୍କ ନିକଟରେ ଯୁବକର ପ୍ରାଣ ଯେତିକି ଗୁରୁତ୍ୱପୂର୍ଣ୍ଣ, ଜରାଜୀର୍ଣ୍ଣ, ଶ୍ଳଥ ବୃଦ୍ଧର ପ୍ରାଣ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏଇ ଡାକ୍ତର ଦଳ ଜୀବନ ଲୋଭୀ ଏମାନଙ୍କ ନିକଟରେ ବୟସର ଲୋଭ ନାହିଁ।ଆହୁରି ଆଗକୁ ଆଗେଇବାରେ ଲାଗିଛି ଚନ୍ଦ୍ରାବତୀ। ଅଟକିଗଲା ଗୋଟିଏ ରୋଗୀ ନିକଟରେ। ହୁଏତ ଅନେକ ଦିନର ପରିଚିତ ମଣିଷ ଏ ରୋଗୀଟି। ନିଥର ଆଖିରେ ଚାହିଁଛି ଚନ୍ଦ୍ରାବତୀ। ରୋଗୀର ଜ୍ଞାନ ଫେରିନି। ହୁଏତ କପାଳରେ କେଉଁ ସୂକ୍ଷ୍ମ ଅଂଶରେ ଆଘାତ ଲାଗିଛି।ରୋଗୀର ଯଦି ଜ୍ଞାନ ଥାନ୍ତା, ତେବେ ହୁଏତ ଚନ୍ଦ୍ରାବତୀକୁ ଦେଖି ପୁଣି ସଂଜ୍ଞା ହରାଇଥାନ୍ତା ସେ ରୋଗୀ। ପିଲ୍ଗ୍ରୀମ ହୋଟେଲର ମାଲିକ ବଳରାମ ମିଶ୍ର। ଦିନେ ଏଇ ବଳରାମ ମିଶ୍ର ଜାଣିଥିଲେ ଚନ୍ଦ୍ରାବତୀ ଗୋଟିଏ ଭୂତ। ଆଜି ଯଦି ତାଙ୍କର ଜ୍ଞାନ ଥାନ୍ତା ତେବେ ସେ ହୁଏତ ଭୟରେ ଆର୍ତ୍ତନାଦ କରି ପୁଣି ସଂଜ୍ଞା ହରାଇ ବସନ୍ତେ ଅଥବା କଥାଟା ମିଛ ବୋଲି ଜାଣିଥିଲେ, ପୂର୍ବ ବାକି ଟଙ୍କା ମାଗି ବସି ବେଜିତ କରନ୍ତେ ଡାକ୍ତରଖାନା ଭିତରେ।କରୁଣା ଜନ୍ମିଲା ଚନ୍ଦ୍ରାବତୀର ଛାତିରେ। ଶିଶୁଟିକୁ ଆଉ ଜଣେ ନର୍ସଙ୍କ ହାତକୁ ବଢ଼ାଇ ଦେଇ ଖଟିଆ ଉପରେ ବସି ପଡ଼ିଲା ସେ।ହୁଏତ କେଉଁ ଜରୁରୀ ବତକାରରେ ବଳରାମ ମିଶ୍ର ଅଧିକ ଆର୍ଥିକ ଲାଭ ପାଇଁ ଆସୁଥିଲା ସମ୍ବଲପୁର। କିନ୍ତୁ ଦୈବକ୍ରମେ ଏକ୍ସିଡେଣ୍ଟ।ଠିକ୍ ଏତିକିବେଳେ ଡାକ୍ତରଖାନାର ବେହେରା ଦୌଡ଼ି ଦୌଡ଼ି ଆସି କହିଲା“ସିଷ୍ଟର, ସିଷ୍ଟର! ଡାକ୍ତର ପରିଜା ବ୍ୟସ୍ତ ହୋଇ ଆପଣଙ୍କୁ ଡାକୁଛନ୍ତି। ଆସନ୍ତୁ।”ତରବର ହୋଇ ଧାଇଁବାକୁ ଲାଗିଲା ଚନ୍ଦ୍ରାବତୀ। ବାଟରେ ଚନ୍ଦ୍ରାବତୀର ଗତିରେ ବାଧା ଦେଇ ଜଣେ ନର୍ସ କହିଲା“ଏଇ ସ୍ୱାମୀ ନବବୟସୀ ରୂପସୀ ସ୍ତ୍ରୀର ହାତରୁ ମଳି ଚମଟିକେ ଉଠି ଯାଇଥିଲେ, ହୁଏତ ଦିନେ ଦୌଡ଼ିଥାନ୍ତେ ଡାକ୍ତରଙ୍କ ସହିତ ପରାମର୍ଶ ପାଇଁ। ଆଜି ସେ ଶୋଇଛନ୍ତି ଶ୍ରାନ୍ତ, କ୍ଳାନ୍ତ ହୋଇ ନିର୍ବିକାର ଚିତ୍ତରେ। ନା ନା, ପରୀକ୍ଷା କରି ସଂଜ୍ଞା ଫେରାଇବାକୁ ଚେଷ୍ଟା କରୁଛନ୍ତି ଡାକ୍ତର ବନ୍ଧୁଗଣ।ଆଉ ଅପେକ୍ଷା ନ କରି ଶିଶୁଟିକୁ ନିଜ କୋଳକୁ ଉଠାଇ ନେଇ ଆଗକୁ ଚାଲିଲା ଚନ୍ଦ୍ରାବତୀ। ବକ୍ଷଭରି ଦୁଗ୍ଧପାନ କରାଇବାକୁ ଇଚ୍ଛା ହେଉଥିଲା ତା'ର। କିନ୍ତୁ ଶୁଷ୍କ ଟାଙ୍ଗରା ପାହାଡ଼ରୁ ଜଳ ଆଶା କରିବା କ'ଣ କଦାପି ସମ୍ଭବ?ଟିକେ ବାଟ ଆଗେଇ ପୁଣି ଅଟକିଲା ଚନ୍ଦ୍ରାବତୀ। ଅଶୀ ବର୍ଷର ବୃଦ୍ଧଟିଏ। ହୁଏତ ସ୍ୱର୍ଗ ରାଜ୍ୟରୁ ଯମରାଜଙ୍କର ଡାକରା ଆସି ସାରିଛି। ଆଉ ବଞ୍ଚିବାରେ ନୂତନତା ନାହିଁ ବଞ୍ଚିବାରେ ମୋହ ନାହିଁ। କେବଳ ସେ ଚାହୁଁଛି ନିରାପଦରେ ସଂସାରରୁ ବିଦାୟ ନେବା ପାଇଁ। ଏମିତି ବେଳେ ଅଚାନକ ଏକ୍ସିଡେଣ୍ଟରେ କଟିଯାଇଛି ଡାହାଣ ଗୋଡ଼ଟି। ବୃଦ୍ଧ, ଜରାଜୀର୍ଣ୍ଣ ଶରୀର ଦେହରୁ ମଧ୍ୟ ଅନବରତ ଛୁଟିବାରେ ଲାଗିଛି ରକ୍ତ।ଭିଟାମିନ ବି କମ୍ପ୍ଲେକ୍ସଠାରୁ ଗ୍ଲୁକୋଜ ପର୍ଯ୍ୟନ୍ତ ଇଞ୍ଜେକ୍ସନ, ଟାବ୍ଲେଟ ଖାଇ ଯେଉଁ ମଣିଷ ବିନ୍ଦୁଏ ରକ୍ତ ବଢ଼ାଇବାକୁ ଚେଷ୍ଟା କରୁଛି, ସେ ମଣିଷ ଦେହରେ ଯେ ଏତେ ରକ୍ତ ଗୋପନ ରହିଛି ଏ କଥା ବିଶ୍ୱାସ କରିପାରୁନି ଚନ୍ଦ୍ରାବତୀ।ଜୀବନର ମୋହହୀନ ବୃଦ୍ଧ ପ୍ରତି କିନ୍ତୁ ଡାକ୍ତରଙ୍କ ପ୍ରଚେଷ୍ଟା କମ୍ ନାହିଁ। ତାଙ୍କ ନିକଟରେ ଯୁବକର ପ୍ରାଣ ଯେତିକି ଗୁରୁତ୍ୱପୂର୍ଣ୍ଣ, ଜରାଜୀର୍ଣ୍ଣ, ଶ୍ଳଥ ବୃଦ୍ଧର ପ୍ରାଣ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଏଇ ଡାକ୍ତର ଦଳ ଜୀବନ ଲୋଭୀ ଏମାନଙ୍କ ନିକଟରେ ବୟସର ଲୋଭ ନାହିଁ।ଆହୁରି ଆଗକୁ ଆଗେଇବାରେ ଲାଗିଛି ଚନ୍ଦ୍ରାବତୀ। ଅଟକିଗଲା ଗୋଟିଏ ରୋଗୀ ନିକଟରେ। ହୁଏତ ଅନେକ ଦିନର ପରିଚିତ ମଣିଷ ଏ ରୋଗୀଟି। ନିଥର ଆଖିରେ ଚାହିଁଛି ଚନ୍ଦ୍ରାବତୀ। ରୋଗୀର ଜ୍ଞାନ ଫେରିନି। ହୁଏତ କପାଳରେ କେଉଁ ସୂକ୍ଷ୍ମ ଅଂଶରେ ଆଘାତ ଲାଗିଛି।ରୋଗୀର ଯଦି ଜ୍ଞାନ ଥାନ୍ତା, ତେବେ ହୁଏତ ଚନ୍ଦ୍ରାବତୀକୁ ଦେଖି ପୁଣି ସଂଜ୍ଞା ହରାଇଥାନ୍ତା ସେ ରୋଗୀ। ପିଲ୍ଗ୍ରୀମ ହୋଟେଲର ମାଲିକ ବଳରାମ ମିଶ୍ର। ଦିନେ ଏଇ ବଳରାମ ମିଶ୍ର ଜାଣିଥିଲେ ଚନ୍ଦ୍ରାବତୀ ଗୋଟିଏ ଭୂତ। ଆଜି ଯଦି ତାଙ୍କର ଜ୍ଞାନ ଥାନ୍ତା ତେବେ ସେ ହୁଏତ ଭୟରେ ଆର୍ତ୍ତନାଦ କରି ପୁଣି ସଂଜ୍ଞା ହରାଇ ବସନ୍ତେ ଅଥବା କଥାଟା ମିଛ ବୋଲି ଜାଣିଥିଲେ, ପୂର୍ବ ବାକି ଟଙ୍କା ମାଗି ବସି ବେଜିତ କରନ୍ତେ ଡାକ୍ତରଖାନା ଭିତରେ।କରୁଣା ଜନ୍ମିଲା ଚନ୍ଦ୍ରାବତୀର ଛାତିରେ। ଶିଶୁଟିକୁ ଆଉ ଜଣେ ନର୍ସଙ୍କ ହାତକୁ ବଢ଼ାଇ ଦେଇ ଖଟିଆ ଉପରେ ବସି ପଡ଼ିଲା ସେ।ହୁଏତ କେଉଁ ଜରୁରୀ ବତକାରରେ ବଳରାମ ମିଶ୍ର ଅଧିକ ଆର୍ଥିକ ଲାଭ ପାଇଁ ଆସୁଥିଲା ସମ୍ବଲପୁର। କିନ୍ତୁ ଦୈବକ୍ରମେ ଏକ୍ସିଡେଣ୍ଟ।ଠିକ୍ ଏତିକିବେଳେ ଡାକ୍ତରଖାନାର ବେହେରା ଦୌଡ଼ି ଦୌଡ଼ି ଆସି କହିଲା“ସିଷ୍ଟର, ସିଷ୍ଟର! ଡାକ୍ତର ପରିଜା ବ୍ୟସ୍ତ ହୋଇ ଆପଣଙ୍କୁ ଡାକୁଛନ୍ତି। ଆସନ୍ତୁ।”ତରବର